କଣ୍ଢେଇ ପରି ସୁନ୍ଦର ଘରଟେ କରିଛି। ସ୍ୱପ୍ନ ପରି ସୁନ୍ଦର ଘର ସାମ୍ନା ଲନ୍, ଗାର୍ଡେନ୍, ସୁଇମିଂପୁଲ। ସୁଇମିଂ ପୁଲରେ ଗାଧୁଆ ହୁଏ କମ୍, ତା' ଭିତରେ ଲାଲ୍ ନୀଳ କଇଁ ଫୁଟିକି ହସନ୍ତି ସଂଜ ହେଲେ। ମାଳି ବୋଧେ ରଂଗୀନ ରଂଗୀନ ମାଛ ଛାଡ଼ିଛି ତା' ଭିତରେ, ଆଗେ ଆଗେ ଘରର, ଗାର୍ଡେନ୍ର ସବୁଲାଇଟ୍ ବନ୍ଦ କରି ଜହ୍ନ ଆଲୁଅରେ ମନସ୍ୱିନୀ ଦେଖୁଥିଲା କଇଁକୁ, ମାଛକୁ। ବର୍ଷାରେ ଭିଜି ଭିଜି କଇଁ ଦେଖିବାରେ ତା'ର ଭାରି ଖୁସି। ବଉଳ ଫୁଲ ସାଉଁଟିବା, ଶୀତ ସକାଳରେ ଗଙ୍ଗଶିଉଳି ଗୋଟାଇ କାଚ ଗିନାରେ ପାଣି ଉପରେ ସେସବୁକୁ ସଜେଇ ରଖିବାକୁ ଭାରି ଭଲ ପାଉଥିଲା। ଆଜିକାଲି ସେଥିରେ ତା'ର ଆଗ୍ରହ ନାହିଁ। ସେ ଭାରି ଦୁଃଖି ଦୁଃଖି ଲାଗୁଛି। ଥିବ ଥିବ କାନ୍ଦୁଛି। ଖାଲିଟାରେ ଉପରକୁ ଅନାଇ ବସୁଛି। ଠାକୁର ଘରେ ପଶୁଛି ଯେ ପଶୁଛି। ପ୍ରଶାନ୍ତର ସାହସ ପାଏନି ଦେଖିବାକୁ ଠାକୁର ଘରେ କ'ଣ କରେ ମନସ୍ୱିନୀ। ମନସ୍ୱିନୀକୁ ଖୁସି କରାଇବା ପାଇଁ, ମନସ୍ୱିନୀ ଯାହା ଚାହେଁ ସେ ତାହା କରେ। ମାସକୁ ପଚିଶ ହଜାର ଟଙ୍କା ପାଇବି ତାକୁ ନଂପୁସକ ପରି ଲାଗେ। ତା'ର ଛ'ଫୁଟ ଉଚ୍ଚତା, ତୋଫା ଗୋରା ରଙ୍ଗ, ବଳିଷ୍ଠ ମାଂସପେଶୀ ସବୁ ପାଣିଚିଆ ଲାଗେ। ତା'ର ଲୋମଶ ଛାତି, କଳା, କଳା ସୁନ୍ଦର ଚିକ୍କଣ ନିଶ ସବୁକିଛି ଅଲୋଡ଼ା ଲାଗେ ତାକୁ। ତା'ର ଜେଜେମା' କହନ୍ତି,''ନାରୀକୁ ସୁନ୍ଦର କେଶ, ପୁରୁଷକୁ ସୁନ୍ଦର ନିଶ। ଯେଉଁ ନାରୀର ଘନ କେଶ ନାହିଁ ସେ କି ନାରୀ, ଯାହାର ନିଶ ନାହିଁ, ସେ କି ପୁରୁଷ। '' ଜେଜେମା' ଆଜି ନାହିଁ। ପ୍ରଶାନ୍ତ କେତେଥର ଭାବିଲାଣି ନିଶ କାଟି ପକାଇବ, ହେଲେ ମନସ୍ୱିନୀକୁ ତା' ନିଶ ହଳକ ଭଲ ଲାଗେ, ସେଥିପାଇଁ ସେ କାଟିପାରୁନି। କିନ୍ତୁ ଡ୍ରେସିଂ ଟେବୁଲ ସାମ୍ନାରେ ଠିଆ ହେବାକୁ ତାକୁ ଭୟ ଲାଗେ। ବେଳେ ବେଳେ ସେ ମନକୁ ମନ ଯୁକ୍ତି କରେ। ସ୍ତ୍ରୀଟେ ବନ୍ଧ୍ୟା ହେଲେ ପୁରୁଷଟି ଆଉଥରେ ବିବାହ କରିପାରୁଛି, ତେବେ ନାରୀଟି କାହିଁକି ବିବାହ କରିବନି ଆଉଥରେ। ମନସ୍ୱିନୀକୁ ଛାଡ଼ି ରହିପାରିବନି ସେ ଜାଣିଛି ଭଲଭାବେ, ତେବେ ଏମିତି ଯୁକ୍ତି କରେ ବାରମ୍ବାର ମନେ ମନେ। ମନସ୍ୱିନୀ ତା' ଛଡ଼ା କାହାକୁ ସ୍ୱପ୍ନରେ ସୁଦ୍ଧା ଭାବିପାରିବନି ସେ ଜାଣିଛି ଭଲଭାବେ। ଅନାଥାଶ୍ରମରୁ ପିଲାଟେ ଆଣିବା କଥା ସେ କହିଥିଲା, କିନ୍ତୁ ମନସ୍ୱିନୀର ଯୁକ୍ତି, ''ତମେ କ'ଣ ପିଲାଟେଠାରୁ କମ୍ ଯେ ମୁଁ ଗୋଟେ ଅନାଥଶ୍ରମରୁ ପିଲାଟେ ଆଣିବି। ତମ ଜଂଜାଳ, ତମ ଦୁଷ୍ଟାମୀ ତ ସମ୍ଭାଳୁ ସମ୍ଭାଳୁ ମୋ ଦିନ ଯାଉଛି। '' ସେ ଜାଣିଛି ମନସ୍ୱିନୀର ତା' ରକ୍ତର ପିଲାଟେ ଦରକାର, ଯାହାକୁ ସେ ଦଶମାସ ଗର୍ଭରେ ଧରିବ। ରକ୍ତରେ ଜୁଡ଼ୁବୁଡ଼ୁ ହୋଇ ଜନ୍ମ କରିବ। ଧେତ୍ କଷ୍ଟ ସହିବାକୁ କାହିଁକି ସ୍ତ୍ରୀଲୋକମାନଙ୍କୁ ଭଲ ଲାଗେ କେଜାଣି? ପ୍ରଶାନ୍ତ ଘର ଭିତରକୁ ପଶିଲା, ମନସ୍ୱିନୀ